ରଞ୍ଜନର ଅପରାଧୀ ମନ ସବୁବେଳେ ନିଜ ପାଖରେ ନିଜକୁ ଧରାଇ ଦେବାର ଚେଷ୍ଟା କରୁଥିଲା। ରଞ୍ଜନର ପୁଣି ଏଇକଥା ଭାବି ଅଶ୍ଵସ୍ତ ହେବାକୁ ଚେଷ୍ଟା କଲା ଯେ ହୁଏତ ସୁହାସିନୀ ସହିତ ତା'ର ପ୍ରାତଃ ଭ୍ରମଣକୁ ବିଜୟା ଅନୁମୋଦନ କରିପାରୁ ନ ଥିଲା। କାରଣ ବିଜୟା ଭଲ ରୂପେ ଜାଣେ ଯେ ତା'ର ସ୍ନେହଶୀଳ ବଡ଼ ଭଉଣୀ ସହିତ ରଞ୍ଜନର ବିବାହ ଏକ ପ୍ରକାର ଠିକ ହୋଇ ଯାଇଚି। ତେଣୁ ଅପରିଚିତା ଏକ ସୁନ୍ଦରୀ ତରୁଣୀ ସହିତ ତା'ର ଘନିଷ୍ଠତା ବିଜୟା ହୁଏତ ସହ୍ୟ କରି ପାରୁ ନ ଥିଲା। କିନ୍ତୁ ବିଚାରି ହୁଏତ ଜାଣେନି ପ୍ରଫେସର ପରିବାର ଆଉ ଏ ଇହଧାମରେ ନାହାନ୍ତି। ମାତ୍ର କେଇଟିଦିନ ପୂର୍ବେ ରଞ୍ଜନ ତା'ର ସୁଖମୟ ଭବିଷ୍ୟତର ପଥ ପରିଷ୍କାର କରି ନେବା ଲାଗି ପ୍ରଫେସର ପରିବାରକୁ ପୋଡ଼ି ଭସ୍ମ କରି ଦେଇଚି। ବିଜୟା ହୁଏତ ଆଦୌ କିଛି ଜାଣେନି। ନଚେତ ମାତ୍ର କେଇଟି ଦିନ ପୂର୍ବେ ଘଟି ଯାଇଥିବା ଏତେ ବଡ଼ ଅପ୍ରତ୍ୟାଶିତ ଏବଂ ଆକସ୍ମିକ ଦୁର୍ଘଟଣା ପରେ ବି ସେ କେବେ ଶ୍ରୀକ୍ଷେତ୍ରକୁ ତୀର୍ଥ ଭ୍ରମଣ ବା ବାୟୁ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ଆସି ନ ଥାନ୍ତା। କିନ୍ତୁ ଏତେ ଗୁଡ଼ାଏ 'କିନ୍ତୁ' 'ହୁଏତ' ଉପରେ ନିଜର ନିଷ୍ପତ୍ତିକୁ ଛାଡ଼ି ଦେଇ ସେ ନିଶ୍ଚିନ୍ତ ହୋଇ ପାରୁ ନ ଥିଲା। ଏଣେ ପୁଣି ଗୋଟିଏ ତୁଚ୍ଛ ନାରୀ ଉପରେ ଗୁରୁତ୍ଵ ଦେଇ ଚିନ୍ତା କରିବାକୁ ନିଜର ଏକ ମସ୍ତବଡ଼ ଦୁର୍ବଳତା ବୋଲି ମନେ କରୁଥିଲା ସେ। ଉପସ୍ଥିତ ବିଜୟା ସମ୍ଵନ୍ଧରେ ତା'ର ଚିନ୍ତାଧାରର ଗୋଟାଏ ମୋଟା ମୋଟି ମୀମାଂସା କରି ନେଲା ରଞ୍ଜନ। ବିଜୟା ଆସୁ, ଯଦି ତା' ସହିତ ପ୍ରତିଦ୍ଵନ୍ଦିତା କରିବା ଅଭିପ୍ରାୟ ନେଇ ପୁରୀ ଆସିଥାଏ ସେ, ତେବେ ଜାଣି ଯାଉ ରଞ୍ଜନର ଶକ୍ତି କେତେ। ଗୋଟିଏ ଦୁଇଟି ନୁହେଁ, ନିଜର ସ୍ଵାର୍ଥ ପାଇଁ ଆହୁରି ଅନେକ ଲୋକଙ୍କ ତଣ୍ଟି ଉପରେ ଠିଆ ହୋଇ ରଞ୍ଜନ ଏଇ ବୃଦ୍ଧା ପୃଥିବୀର ଛାତି ଉପରେ ହସିବାକୁ ଚାହେଁ। ମନୋମତ ଅବସ୍ଥାର ସୃଷ୍ଟି କରି ତା'ରି ଭିତରେ ବଂଚିବାର ଅଧିକାର ସମସ୍ତଙ୍କର ଅଛି। ସମସ୍ତେ କିନ୍ତୁ ପାରି ଉଠନ୍ତିନି। କିନ୍ତୁ ରଞ୍ଜନ କଣ ସେଇ ଦୁର୍ବଳ ସମାଜର ଜଣେ? ନା, ନା, ରଞ୍ଜନ ଅସାଧାରଣ। ଯେମିତି ଇଚ୍ଛା ସେମିତି ବଂଚିବ ସେ। ତା'ର ସୁଖଶାନ୍ତି ପଥରେ କୌଣସି ଅନ୍ତରାୟକୁ ସେ ଗ୍ରାହ୍ୟ କରିବ ନାହିଁ। ପୃଥିବୀର କୌଣସି ଶକ୍ତି କେବେହେଲେ ତାକୁ ବାଧା ଦେଇ ପାରିବ ନାହିଁ। ନା କଦାପି ନୁହେଁ। ଟେବୁଲ ଉପରେ ଥିୁଆ ହୋଇଥିବା ଗୋଟାଏ ସ୍କଚ ହୁଇସ୍କିର ବୋତଲ ଉଠାଇ ନେଇ, ଝରକାର ଲୁହା ରେଲିଂ ଦେହରେ ବାଡ଼େଇ ସେଇଟାର ସିଲ ଭାଙ୍ଗିଦେଲା ରଞ୍ଜନ। ତା' ପରେ ମୁହଁ ଉପରେ ଟେକିଧରିଲା ଖୋଲା ବୋତଲଟାକୁ। ଉତ୍ତେଜନାରେ ଶୁଷ୍କ ହୋଇ ଆସିଥିଲା ତାର କଣ୍ଠ–ତାଳୁ। ଶରତର ଶାନ୍ତ ଗୋଧୁଳି। ଅସ୍ତାୟମାନ ସୂର୍ଯ୍ୟର ରକ୍ତରାଗରେ ରଞ୍ଜି ଯାଇଚି ଆକାଶ–ଅବନୀ। କାଶ–ଶୁଭ୍ର ମେଘମାଳା ଦିହରେ ସୁନାର ଚିକିମିକି। ସିନ୍ଦୁରର ରକ୍ତିମା। ଇନ୍ଦ୍ର ନୀଳମଣିର ନିଳୀମା। ଷ୍ଟେସନ ଆୁଡ଼କୁ ଯାଇଥିବା ସିଧା, ସରୁ ପିଚୁ ରାସ୍ତାଟା ଉପରେ ଛୁଟି ଚାଲିଛି ଚକୋଲେଟ ରଙ୍ଗର ଗୋଟିଏ ଅଷ୍ଟିନ କାର। ଗାଡ଼ିଟାର ଷ୍ଟିୟରିଂ ଆବୋରି ରହିଚି ବିଜୟାର ସୁଠାମ ସୁନ୍ଦର ଦୁଇଟି ସର୍ତକ ହାତ। ହୁଇଲଟା ଉପରେ ଝୁଙ୍କି ପଡ଼ିଛି ବିଜୟା। ସଫଳତାର ଗର୍ବରେ ଉଜ୍ଜ୍ୱଳ ହୋଇ ଉଠିଚି ତା'ର ମୁଖମଣ୍ତଳ। ବୁଡ଼ନ୍ତ ସୂର୍ଯ୍ୟର ରକ୍ତ ରାଗ ଭିତରେ ସେ ମୁହଁ ଦିଶୁଛି ଆହୁରି ସୁନ୍ଦର—ଆହୁରି ମନୋରମ। ବ୍ୟସ୍ତ ବିନ୍ୟସ୍ତ ଚୂର୍ଣ୍ଣକୁନ୍ତଳ ଉଡ଼ୁଛି ପବନରେ। ତୀର ବେଗରେ ଛୁଟି ଚାଲିଛି କାରଟା। ବିଜୟା ହୋଇ ଉଠୁଚି ଆତ୍ମହରା। ଅଳତାରଙ୍ଗା ପାଦର ଚାପରେ ଏକ୍ସିଲରେଟ୍ରଟା ଦବି ଯାଇଛି ତଳକୁ। ସ୍ପିଡ଼୍ ବଢ଼ୁଛି। ଅଠେଇଶିରୁ ତିରିଶି। ତିରିଶିରୁ ପଇଁତିରିଶି। ପଇଁତିରିଶିରୁ ଚାଳିଶ। ହୁଇଲ ଉପରେ ବିଜୟାର ହାତ ଦି'ଟା ଆହୁରି ସତର୍କ ହୋଇ ଉଠୁଚି। ଛାତି ତା'ର ଉଠୁଚି ପଡ଼ୁଚି। ଆଗରେ ଗୋଟାଏ ମୋଡ଼। ବାଁ ଆଡ଼କୁ ହୁଇଲ ଘୂରିଗଲା। ନିମିଷକେ ଗାଡ଼ିଟା ମୋଡ଼ ବାଙ୍କି ସିଧାରାସ୍ତା ଧରିଲା। ଉମାଶଙ୍କର ଆନନ୍ଦରେ ଆତ୍ମହରା ହୋଇ ଉଠିଲେ। "ବାଃ, ଏଇ କେତେଦିନ ଭିତରେ ଗୋଟାଏ ଏକ୍ସପର୍ଟ ଡ୍ରାଇଭର ହେଇ ଉଠିଲୁ ତୁ ବିଜୀ-। '' ବିଜୟାର ମୁହଁ ରଙ୍ଗା ପଡ଼ିଗଲା ଲାଜରେ। "ମୋର ଗୋଟାଏ। ଡ୍ରାଇଭିଂ ଲାଇସେନ୍ସ କରି ଦିଅ ବାପା। '' ଅନୁଯୋଗର ସ୍ଵରରେ କହିଲା ବିଜୟା।